ମନିଟରଙ୍କର କୁଶପୁତ୍ତଳିକା ଦାହ ମଧ୍ୟ କରାଗଲା। ନିଆଁ ପାଣି ଉପରେ ରାନ୍ଧୁଣିଆର ହାତ ନ ଥିଲା ପରି ଖେଳରେ ପରିଣାମ ଉପରେ ବି ଖେଳାଳିମାନଙ୍କର ପ୍ରକୃତରେ ସେତେ ବେଶୀ ଅକ୍ତିଆର ନଥାଏ, କାହାରି ଜଣକ ଉପରେ ବି ହାରଜିତ୍ ନିର୍ଭର କରେନାହିଁ। ଆମେ ଆମ ଗାଆଁ ଗୋଚରରେ ହାୟ ହାୟ ନିନାଦ କରି ଯାହାର କୁଶପୁତ୍ତଳିକା ଦାହ କରି ଅଯୋଗ୍ୟ ମାନବଜନ୍ମ ଲାଭ କରିଥିବାର ଦୈନ୍ୟକୁ ନିବାରଣ କରୁଥିଲୁ, ସେହିସବୁ ସମ୍ବାଦ ପାଇ ସେହି ଯୁବକଟି ଭିତରେ ହୁଏତ ଏକାବେଳେକେ କେତେ କେତେ ଦାହ ହୋଇଥିବ। ସେ ନିଜ ଉପରେ ରାଗିଥିବ ଯୋଉ ଦେଶରେ ସିଏ ଜନ୍ମ ହୋଇଛି, ସେ ଦେଶ ଉପରେ ରାଗିଥିବ ଏବଂ ସର୍ବୋପରି ଯେଉଁମାନେ ଆମ ଦଳଟିକୁ ପ ପରାସ୍ତ କଲେ, ସେ ସେହି ଦେଶଟି ଉପରେ ମଧ୍ୟ ରକ୍ତଚାଉଳ ହୋଇ ଚୋବାଇଥିବ। ଖଣ୍ଡ କ୍ଷୁର ନେଇ ମାନଚିତ୍ର ଉପରୁ ସେହି ଦେଶଟିକୁ କାଟି ଗେନା ଗେନା କରି ଦେବାକୁ ପ୍ରକୋପମାନ ହୋଇଥିବ। ଆଖିରୁ ଗରମ ଲୁହ ବାହାରି ପଡ଼ିଥିବ। ଖେଳ ହେଲେ ତ ହାରଜିତ୍ ଅବଶ୍ୟ ରହିବ। ଗୋଟାଏ ପଟ ହାରିଲେ ସିନା ଆଉ ଗୋଟାଏ ପଟ ଜିତିପାରିବ? କୋଉ ଦୁଷ୍ଟ ଏହି ଖେଳମାନଙ୍କ ସହିତ ଦେଶମାନଙ୍କୁ ନେଇ ଯୋଡ଼ିଲା କେଜାଣି? ବାଇଶିଟା ଖେଳାଳି ଖେଳୁଥିବା ସମୟରେ ବାଇଶି ହଜାର ଦେଖଣାହାରି କାହିଁକି ନିଜ ନିଜ ଦେଶର ପତାକାମାନଙ୍କୁ ଉଡ଼ାଇ ପଶୁଙ୍କ ପରି ପେଁ ପେଁ ହେଉଥିବେ ସେ କଥା ବାତ୍ସାୟନ ମୁନି ତାଙ୍କ ରତିଶାସ୍ତ୍ରରେ କିଛି ଲେଖିନାହାନ୍ତି। ଏଣେ କାରଗିଲ୍ ଓ ତେଣେ ଇଂଲଣ୍ଡ, ଦୁଇ ଜାଗାରେ ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ଲାଗିଛି ବୋଲି ହେଞ୍ଜେଡ଼ା ମିଡ଼ିଆମାନେ ସେତେବେଳେ କେତେ ଚିତ୍କାର କରୁଥିଲେ। ଏହି ଖେଳମାନେ ଯଦି ଆମକୁ ଏକାବେଳେକେ ଏପରି ବେହୋସ କରି ପକାଉଛନ୍ତି, ତେବେ ସେଇଟା ସେହି ଖେଳର ଦୋଷ ନା ଚାରିଆଡୁ ପ୍ରୋତ୍ସାହନ ପାଉଥିବା ଆମ କପନ ପ୍ରକୃତିର ଦୋଷ? ଆମ ରାଜ୍ୟର ଜଣେ ଦୁଲାଳ ଏଣିକି ଖେଳାଳି ଦଳରେ ସାମିଲ ହେବେ ବୋଲି ଖବର ବାହାରିବା ସଂଗେ ସଂଗେ ଆମ ଧବ ମିଡ଼ିଆଟା ମଧ୍ୟ ନ ନାହିଁନଥିବା ମାତ୍ରାରେ ଆହ୍ଲାଇ ତ ହୋଇଉଠିଲା। ପୁରୁଷୋତ୍ତମ ଦେବଙ୍କର କାଞ୍ଚିଯାତ୍ରା ସମୟରେ ଯଦି ଏଇ ମିଡ଼ିଆ ଥାଆନ୍ତା, ତେବେ ସେତେବେଳର ମିଡ଼ିଆ ମହିଷମାନେ ସମ୍ଭବତ ଏତିକି ଧୂଳି ଉଡ଼ାଇ ପାରିଥାନ୍ତେ। ସାମ୍ବାଦିକମାନେ ସିଧା ତାଙ୍କ ଘରକୁ ଯାଇ ମେଳା ଜମାଇ ପକାଇଥିଲେ। ତୁଳସୀ ସତକୁ ସତ ଦୁଇ ପତ୍ରରୁ ବାସିଥିଲା କି ନାହିଁ, ସେହି ବିଷୟରେ ରବେଇ ଖବେଇ ସେମାନେ କେତେ ପ୍ରଶ୍ନ ପଚାରିଲେ। ସମସ୍ତେ ମିଶି ଏହି ଶେଷ ସିଦ୍ଧାନ୍ତରେ ପହଞ୍ଚିଲେ ଯେ କେବଳ ଦେବ ଦେବ ଜଗନ୍ନାଥଙ୍କର କୃପାରୁ ଏହି ଏତେ କାଳପରେ ଏକଥା ସମ୍ଭବ ହେଲା। ମୁଁ ଭାବୁଥିଲି ପିଲାକାଳରେ ପାଠପଢ଼ା ଛାଡ଼ି କାହିଁକି ଏ ନେଫେଡ଼ା ଖେଳରେ ମାତିଛୁ ବୋଲି ପୁଅଟାକୁ ବାପା,ମାଆଙ୍କ ଠାରୁ କେତେ ଆକଟ ଶୁଣିବାକୁ ହୋଇଥିବ। ପେଣ୍ଡୁଲକର ଓ ଖେଣ୍ଡୁଲକର ସମସ୍ତଙ୍କୁ ଶୁଣିବାକୁ ପଡ଼ିଥିବ । ତଥାପି ଗ୍ରହମାନେ ପ୍ରସନ୍ନ ଥିଲେ ବୋଲି ପିଲାଟା ସିନା ଏତେବଡ଼ ହେଲା ଓ ଆମ ସମସ୍ତଙ୍କର ନାଆଁ ରଖିଲା, ମୁଁ ଭାବୁଥିଲି ହିରୋମାନେ ବାହାରିବାରେ ପାରମ୍ପରାଗତ ଅନ୍ୟାନ୍ୟ ପ୍ରାୟ ସକଳ କ୍ଷେତ୍ରରେ ବର୍ତ୍ତମାନ ଘୋର ମରୁଡ଼ି ପଡ଼ିଥିବା ସମୟରେ ଅନ୍ତତ କ୍ରିକେଟ ଭଗବାନ ଆମ ଗଗନରେ ଜଣେ ହିରୋ ଆଣି ଆମକୁ ଦେଲେ। ଏତିକି କଣ କମ୍ ଭାଗ୍ୟର କଥା? କ୍ରିକେଟ ଯେ ସତକୁ ସତ ଗୋଟିଏ ଖେଳ, କ୍ରମେ ସେ କଥା ସମସ୍ତେ ପସୋରିଦେବେ। କ୍ରିକେଟ ମହାମଣ୍ଡଳର ସମସ୍ତେ ଆମ ପିଲାଙ୍କ ନିମନ୍ତେ ମାର୍ତ୍ତଣ୍ଡ ସଦୃଶ ଦୃଶ୍ୟମାନ ହେବେ। ଭାରତ ଜନନୀଙ୍କର ଦୁଃଖ ଯିବ। ସିଏ ତାଙ୍କର ଅନ୍ୟ ଯାବତୀୟ ଦୁଃଖକୁ କୁଆଡ଼େ